ଭଡ଼ା ଦିଆ ସାଇକେଲ ଦୋକାନୀ ମଧ୍ୟ ମୁଣ୍ଡଫିତା, କପଡ଼ା ଲତା ବିକ୍ରି କରେ। ଆଉ ଗଞ୍ଜେଇ ଅଫିମ ବିକିଲା ପିଲାଗୁଡ଼ାକ ପାଟି ମିଠା କରିବା ପାଇଁ ଅନେକ ସମୟରେ ପାଟି ଲାଳ ଗଡ଼ାନ୍ତି। ସେଥିପାଇଁ 'ହାରିସା'ର ବିକ୍ରି। ପ୍ରତି ରାତିରେ ପ୍ରାୟ ଛ'ଟି ଥାଳି ହାରିସା ବିକ୍ରି ହୋଇଯାଏ'। ଏକମହଲା ଉପରକୁ ଦୋମହଲାର ଘର। ଅସମାନ ଭାବରେ ଦୁଇଟି ଫ୍ଲାଟ। ସେଥିରୁ ସବୁ ଚାହିଁ ଛୋଟଟି ହେଲା ମୋରି ରହିବା ଘର। ଆଲୁଅ ପବନର ଗତାଗତ ନିରୁଦ୍ଧ କହିଲେ ଚଳେ। ସବୁଠାରୁ ଭଲ ଆଉ ପ୍ରଶସ୍ତ ଫ୍ଲାଟରେ ରହେ ଖଲିଫା ଆବାସ। କଂସେଇ କାମ କରେ। ସାରା ସଂସାରରେ ସେ କେବଳ 'ଖଲିଫା' ନାମରେ ପରିଚିତ। ପେଶୀବହୁଳ ପ୍ରକାଣ୍ଡ ବପୁ। ଷଣ୍ଢର ବେକ ଭଳି ତାର ଗଳା, ଆଉ ଫାପୁଲା ଫାପୁଲା ଗାଲ। ଛାତି ଆଉ କାନ୍ଧରେ ଚର୍ବିର ଜମାଟ ବାନ୍ଧିଯାଇଚି। ପେଶୀଗୁଡ଼ାକର ଚାରିପାଖରେ ମଧ୍ୟ ଚର୍ବିର ଆସ୍ତରଣ। ଚାଲିଲାବେଳେ ସିଂହର ଗର୍ଜନ ଭଳି ହାକୁଡ଼ି ମାରି ମାରି ସେ ଚାଲେ। ଲାଲ ଲାଲ ଆଖି କରି ରକ୍ତଛିଟା ପଡ଼ିଥିବା ଲୁଗାରେ ତାକୁ ଯେତେବେଳେ ମୁଁ ପାହାଚରେ ଚଢ଼ି ଆସିବାର ଦେଖେ, ମା'ଠାରୁ ଶୁଣିଥିବା ବପ୍ରକ୍ରିଡ଼ା ପ୍ରମତ୍ତ ଷେଣ୍ଢର କଥା ମନେ ପଡ଼ିଯାଏ। ଖଲିଫାର କ୍ରୋଧକୁ ସମସ୍ତେ ଭୟଭୀତ ହୋଇ ରହିଥାନ୍ତି। ଭୟର ପ୍ରଧାନ କାରଣ ହେଉଛି ଲୋକଟା ଯେତେବେଳେ ରାଗିଯାଏ, ନିଜର ଦୋକାନରେ ଥିବା ଛୁରିଗୁଡ଼ାକରୁ ଗୋଟାଏ ଟାଣି ଆଣି ଅତି ଅନାୟାସରେ ତାର ପ୍ରତିପକ୍ଷର ପେଟଟାକୁ ଦିଭାଗ କରି ଚିରିଦିଏ। ଏଭଳି କାଣ୍ଡ ସେ ବରାବର କରିବସେ। ବିଚିତ୍ର କଥା ଯେ ଖଲିଫାର କ୍ରୋଧ ମୁହଁରେ ପଡ଼ି ଯେଉଁ ଦୁର୍ଭାଗାଟି ଜୀବନଵଳି ଦେଇଥାଏ, ତାହାର ପରିବାର ଲୋକମାନେ ସେହି ଶୋକାବହ ଘଟଣାକୁ ବିସ୍ମୃତି ଗର୍ଭକୁ ଠେଲି ଦେବା ଦ୍ଵାରା ନିଜର ଜୀବନ ରକ୍ଷାକରିବାକୁ ସମର୍ଥ ହୁଅନ୍ତି। ଯଦି ସେମାନେ ଘଟଣା ସମ୍ପର୍କରେ ପୋଲିସରେ ଫେରାଦ ହୁଅନ୍ତି ତାହେଲେ ଖଲିଫା ପାଖରେ ଥିବା ତାର ଦଶଟି ଚେଲା ଭିତରୁ ଗୋଟିଏ ବାହାରି ନିଜ ଉପରକୁ ଅଭିଯୋଗର ବୋଝ ଉଠେଇନିଏ। ଏହିଭଳି ଆଠଟି ଚେଲା ଖଲିଫାର କୃତକର୍ମକୁ ନିଜର ଅପରାଧ ବୋଲି ସ୍ଵୀକାର କରି ଶାସନଦଣ୍ଡର ଆତିଥ୍ୟ ବରଣ କରିଛନ୍ତି। ଚେଲାମାନେ ବନ୍ଦୀଶାଳରେ ରହିବାବେଳେ ଖଲିଫା ସେମାନଙ୍କ ପରିବାରର ଭରଣପୋଷଣ ଦାୟିତ୍ୱ ବହନ କରେ। ଏପରି ବ୍ୟବସ୍ଥା ଫଳରେ ଖଲିଫା ଆହୁରି ନିଷ୍ଠୁର ଏବଂ ଅପକର୍ମ ପାଇଁ ଆହୁରି ଉତ୍ଫୁଲିତ ହୁଏ। ଖଲିଫାର ବିଜୟ ମୁକୁଟର ଅନ୍ୟ ଏକ ଭୂଷଣ ହେଉଛି, ବହୁ ସଂଖ୍ୟକ ସୁନ୍ଦରୀ ନାରୀମାନଙ୍କ ସହ ଏକାନ୍ତ ଘନିଷ୍ଠତା। ଖଲିଫାର ନିଷ୍ଠୁର ଅପକର୍ମ ଯୋଗୁଁ ସେମାନେ ଯେ ଖଲିଫା ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ଏହି ସମସ୍ତ କାହାଣୀ ଯେମିତି ଖଲିଫାକୁ ପୁରାଣ ବର୍ଣ୍ଣିତ ବୀର ପୁରୁଷର ଗୌରବ ପ୍ରଦାନ କରିଛି। ଲୋକମାନଙ୍କଠାରୁ ଏବେ ଶୁଣାଯାଏ ଯେ, ବିବାହ ହେଲା ପରଠାରୁ ଖଲିଫା ସେହିସବୁ ନାରୀମାନଙ୍କ ସମ୍ପର୍କ ତ୍ୟାଗ କରିଛି। ଖଲିଫାର ବିବାହିତ ସ୍ତ୍ରୀ ଖଣ୍ଡମଣ୍ଡଳରେ ଏକ ପରମାସୁନ୍ଦରୀ ନାରୀ। ଖଲିଫା ତାକୁ ଅତି ପ୍ରବଳ ଭାବରେ ଭଲପାଏ ଏବଂ ସ୍ତ୍ରୀ ପ୍ରତି ତାହାର ଆକର୍ଷଣ ଏପରି ପ୍ରତିହିଂସାମୂଳକ ଯେ ତାହା ସମସ୍ତ ବିଶ୍ୱାସଯୋଗ୍ୟ ଘଟଣାର ସୀମା ଅତିକ୍ରମ କରିଛି। ସ୍ତ୍ରୀକୁ ସେ ବରାବର ଗୃହର ପରିସୀମା ଭିତରେ ଆବଦ୍ଧ ହୋଇ ରହିବାର ବ୍ୟବସ୍ଥା କରିଛି; ଏପରିକି ଝରକା କିମ୍ଵା ଦରଜାର ତ୍ରିସୀମା ମାଡ଼ିବାକୁ ସେ ନିଷେଧ ଆଦେଶ ଜାରିକରି